ବିକାଶର ବାଟଚାହିଁ ବାରିରୁ ଦାଣ୍ଡ, ଦାଣ୍ଡରୁ ବାରି ହେବାରେ ଲାଗିଲେ। ତାପରେ ଡେରି ଦେଖି ଠାକୁରଘରେ ସଞ୍ଜ ବଳି ବସିଲେ। ଏମିତି ବିତିଗଲା କେତେ ମୁହୂର୍ତ୍ତ। ହଠାତ୍ ରୀନା ଡାକ ପକାଇଲା ବୋଉ, ବୋଉ, ମଣ୍ଟୁ ସବୁ ସାରିଦେଲା। ସୌଦାଭଳି ନ ଶୁଣିଲା ପରି ରହିଲେ କାରଣ ସାନ ପୁଅ ମଣ୍ଟୁ ଭଉଣୀ ସାଙ୍ଗରେ ଭାରି କଳି ଲଗାଏ, ତା ବହି ଚିରିଦିଏ, ଲୁଗାରେ ସ୍ୟାହି ଢାଳିଦିଏ। ଏହିପରି ଏକ ଦୁଷ୍ଟାମି ଭାବି ସୌଦାମିନୀ ଚୁପ୍ ହୋଇଥିଲେ। ମାତ୍ର ରିନାର ପୁନରାୟ ଡାକରେ ସେ ବ୍ୟସ୍ତହୋଇ ଯାଇ ଯାହା ଦେଖିଲେ ସେଥିରେ ସ୍ତମ୍ଭୀଭୂତ ହୋଇ ରହିଗଲେ। ପ୍ଲେଟରେ ଥିବା ମଲାଇଚପ୍ ଓ ଅଣ୍ଡାର ଆମଲେଟ ସବୁ ଅଧା ଖାଇସାରିଲାଣି ମଣ୍ଟୁ। ବୋଉକୁ ସାମନାରେ ଦେଖି ମଧ୍ୟ ସେ ତାର ଖାଇବାରୁ ବିରତ ହେଉନାହିଁ। ମଣ୍ଟୁ ତାଙ୍କର ସର୍ବ କନିଷ୍ଠ ତେର ବର୍ଷର ପୁଅ। ସେ ବା କଣ ବୁଝନ୍ତା। ତଥାପି ସୌଦାମିନୀ ତା କାନଧରି କହିଲେ ଦୁଷ୍ଟ ସବୁ ଭା ଖାଇଦେଲୁ, ମୋତେ ମାଗି ନ ଥାନ୍ତୁ? ଭାଇ ଏଇନେ ଖାଇବେ କଣ? ମଣ୍ଟୁ ଏଥର ଖତେଇ ହେଇ କହିଲା, ଖାଲି ଭାଇ, ଭାଇ ସେଇ ସବୁ ଖାଇବେ। ସେଇ ଖାଲି ତୋର ପୁଅ। ଆମେ ଆଉ ତୋ ପୁଅ ନୋହୁଁ? କହ ବୋଉ, ଆମେ ତୋ ପୁଅ ନୁହଁ? ମଣ୍ଟୁର ଏହି କଥାରେ ସୌଦାମିନୀଙ୍କ ଆଖିରୁ ଧାର ଧାର ଅଶ୍ରୁ ବର୍ଷଣ ହେବାକୁ ଲାଗିଲା ସେ ଭାବିପାରିଲେ ନାହିଁ, କେମିତି ମଣ୍ଟୁକୁ କହି ବୁଝାଇବେ ଯେ ମଣ୍ଟୁର ମାଆର ସ୍ନେହ ସବୁ ସନ୍ତାନମାନଙ୍କ ପାଇଁ ଏକ ନିର୍ମଳ ଆକାଶ ପରି ସ୍ୱଚ୍ଛ ଓ ବିସ୍ତୀର୍ଣ୍ଣ। କିନ୍ତୁ କାହିଁକି? କାହିଁକି ମୁଁ ବିକାଶକୁ ଏମିତି ଭାବି ବସିଲି। ଏ କଣ ଅପରାଧ? ଗୁରୁତର ଅପରାଧ? ଦାଣ୍ଡ ଦ୍ୱାରରେ କବାଟ ଠକ୍ ଠକ୍ ହେଲା। ରୀନା ଯାଇ କବାଟ ଖୋଲିଦେଲା। ଧାଇଁଆସି କହିଲା ବୋଉ ଲୋ, ଭାଇ ଓ ତାଙ୍କ ସାଙ୍ଗ ଜଣେ ଆସିଲେଣି। ସୌଦାମିନୀ ସେମିତି ଥକ୍କା ହୋଇ ଚାହିଁଥିଲେ ଥରେ ମଣ୍ଟୁ ହାତରେ ଥିବା ଶୂନ୍ୟ ପ୍ଲେଟକୁ ଓ ଥରେ ରୀନା ମୁହଁକୁ। ସେ କଣ କରିବେ କିଛି ଭାବିପାରୁ ନ ଥିଲେ। ସକାଳେ ଧ୍ରୁଡ଼ ଦୃଢ଼ ଜବାବ ଦେଇଥିଲେ ଅଣ୍ଡା ବା ମାଂସ ଆଣିବାକୁ। ନଳା ପାଖରେ ଅଣ୍ଡାର ଖୋଳ ବି ବିକାଶ ଦେଖିପାରିବ। ଅବଶ୍ୟ ସେ କିଛି କହିବ ନାହିଁ ଖାଇଦେଇ ଚାଲିଯିବ, ମାତ୍ର ସୌଦାମିନୀ ନିଜକୁ କଣ କହି ବୁଝାଇ ବସିବେ? କେମିତି ସେ ତୃପ୍ତି ପାଇବେ? ବିକାଶ ଡାକ ଦଉଚି ବୋଉ, ଆମ ଦୁଇ ଜଣଙ୍କ ପାଇଁ ଜଳଖିଆ ଆଣ। ସୌଦାମିନୀ ସେମିତି ଠିଆ ହୋଇଛନ୍ତି ନ ନିର୍ବାକ୍, ନିସ୍ପନ୍ଦ ଭାବରେ। ସତେ କି ପାଦ ଦୁଇଟି ଶୃଙ୍ଖଳିତ। ସେ ବନ୍ଦୀ। ମୁକ୍ତି ପାଇପାରୁ ନାହାନ୍ତି, ଯାଇପାରୁନାହାନ୍ତି କିଏ ତାଙ୍କୁ ବନ୍ଦୀ କରିଚି? କିଏ ତାଙ୍କୁ ଏଇ ସାଧା ଜଳଖିଆ ନେଇ ବିକାଶ ପାଖକୁ ନ ଯିବାକୁ ଦୁଇ ବାହୁରେ ଅଟକାଇ ରଖିଚି? ଗଲେ ବା କିଏ କଣ କରିଦେବ? କଣ ଅଶୁଦ୍ଧ ହୋଇଯିବ? ତେବେ ଏ ଭୟ କାହିଁକି? ଏ ନିସ୍ତେଜତା, ଏ ଅଥର୍ବତା କାହିଁକି? ସୌଦାମିନୀ କଣ ବିକାଶକୁ ଡରନ୍ତି ନା ତାର ଅର୍ଥକୁ, କ୍ଷମତାକୁ? ତାର ରୋଜଗାରକୁ? ଆଦର୍ଶକୁ? କାହାକୁ ଡରନ୍ତି ସେ? ସୌଦାମିନୀ ସେମିତି ମୂକ ହୋଇ ଅନେକ ସମୟ ଠିଆ ହୋଇ ରହିଲେ। ଆଖିର ଧାର ଧାର ଲୁହ ବୋହି ତାଙ୍କର ବସନ ସିକ୍ତ ହେଲା। ସେହି ଅଶ୍ରୁ ଉଚ୍ଛ୍ୱାସ ଭିତରେ ହଠାତ୍ ତାଙ୍କର ମନେହେଲା ବିକାଶ ଧାଇଁଆସି ତାଙ୍କୁ ଆଲିଙ୍ଗନ କରିନଉଚି ଏବଂ କହୁଛି ବୋଉ, ମୁଁ ବଦଳିଗଲି ନା ତୁ ବଦଳି ଗଲୁ? ଭୂଇଁତଳେ ମାଟି ପୁଳାଟା ପ୍ର ପ୍ରପିତାମହ ପରି ଭା ଭରସା ଦେବାରେ ଲାଗିଥାଏ। ତେନେ ତେନେଦଂ ବର୍ତ୍ତତେ ଜଗତ୍। ଏହି ସଂଗ୍ରହଟିରେ ରହିଥିବା ଲେଖାଗୁଡ଼ିକ ଏକଦା ଦୈନିକ ପ୍ରଗତିବାଦୀ ରେ ଧାରାବାହିକ ଭାବରେ ପ୍ରକାଶ ପାଇଥିଲା। ଅଗ୍ରଗାମୀ ପଛରେ ରହିବ ସମ୍ପତ୍ତି ଏବଂ ସମ୍ଭୋଗରେ ଭରା ଆମର ଏହି ପୃଥିବୀରେ କୋଟି କୋଟି ମନୁଷ୍ୟ ଅସହାୟ ହୋଇ ରହିଛନ୍ତି। ଆମର ପୃଥ୍ୱୀବିବେକ ପ୍ରାୟ ଅବ ଅବ ଆବହମାନ କାଳରୁ ଅସହାୟମାନଙ୍କର ଅସହାୟତାକୁ ଦୂର କରିବା ନିମନ୍ତେ କୌଣସି ସ୍ଥାୟୀ ପଦକ୍ଷେପ ନେଇନାହିଁ। ସରକାରମାନେ ତଥା ଯେକୌଣସି ସମାଜର ପ୍ରତିଷ୍ଠିତ କର୍ତ୍ତାମାନେ ସେହି ବିବେକକୁ ମନୋମୁଗ୍ଧକର ନାନା ଅନ୍ୟଆଡ଼େ ବାଆଁରେଇ ନେଇ ସତେ ଅବା ଶୀତଳ କରି ରଖିଛନ୍ତ।